ଆମେ ଆଗେଇ ଚାଲିଲୁ। ପଛକୁ ଅନାଇ ଦେଖିଲା ବେଳକୁ ଅର୍ଦ୍ଦଳି ନାହିଁ। ଭାଇଙ୍କୁ କହି ଗାଡ଼ି ବନ୍ଦ କରାଇଲି ଓ ଅର୍ଦ୍ଦଳି କୁଆଡ଼େ ଗଲା ବୋଲି ଖୋଜିଲି। ଅର୍ଦ୍ଦଳିବାବୁ ସେତେବେଳକୁ ଗାଡ଼ିର ଆଗ ସିଟ୍ ପଛରେ ଲଦା ଯାଇଥିବା ଜିନିଷପତ୍ର ଭିତରୁ ଆସ୍ତେ ମୁଣ୍ଡ ବାହାର କରିଲାରୁ ଜାଣିଲି ଯେ ସେ ଡରରେ ସିଟ୍ ତଳେ ପଶିଯାଇଥିଲା। ବାଘ ଚାଲିଗଲାଣି ଶୁଣି ଆଶ୍ୱସ୍ତ ହୋଇ ପୁଣି ଭଲ ହୋଇ ବସିଲା। ବାଟରେ ଆଉ କିନ୍ତୁ କିଛି ଦେଖିଲୁ ନାହିଁ। ଏ ଦିଓଟି ଜନ୍ତୁ ଦେଖିଲା ପରେ ସମ୍ୱଲପୁର ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ଏଗାରଟା ହେଲା। ସମ୍ୱଲପୁରରେ ରାତିଟି ରହିଲୁ ଡାକବଙ୍ଗଳାରେ। ସେଠାରେ ଖିଆପିଆର ବନ୍ଦାବସ୍ତ ହୋଇଥାଏ। ଦିବ୍ୟ ଭୋଜନ ପରେ ଟିକେ ବସି କଥାବାର୍ତ୍ତା କରୁଛୁ ଅନ୍ୟ ପୁଲିସ ଅଫିସରମାନେ ଆସିଲେ। ଅନେକ ସମୟ ପର୍ଯ୍ୟନ୍ତ ଗଳ୍ପ ଚାଳିଲା-ଶିକାର ଗଳ୍ପ ଓ ଜୀବଜନ୍ତୁଙ୍କ କଥା। ତା' ପରଦିନ ସକାଳୁ ବାହାରି ପଡ଼ିଲୁ ଭବାନୀପାଟଣା। ଭବାନୀପାଟଣାର ଡ଼ି. ଏଫ. ଓ. ସେତେବେଳେ ଲାଲୁବାବୁ। ଲାଲୁବାବୁ ଜଣେ ମସ୍ତବଡ଼ ଶିକାରୀ। ମଣିଷଖିଆ ବାଘ ସେ ଯେତେ ମାରିଛନ୍ତି ଓଡ଼ିଶାରେ କ'ଣ ସାରା ଭାରତରେ ବୋଧହୁଏ କେହି ମାରି ନ ଥିବେ। ଜିମ୍ କରବେଟଙ୍କ ଭଳି ସେ ବାଘକୁ ଗୋଡ଼ାଇ ଗୋଡ଼ାଇ ମାରନ୍ତି। ସେଥିପାଇଁ ଲାଲୁବାବୁଙ୍କୁ କଳାହାଣ୍ଡିରେ ରଖାଯାଇଥାଏ-ମଣିଷଖିଆ ବାଘଙ୍କୁ ମାରି ମୂଳପୋଛ କରିବାକୁ। ଆମେ ଆଗରୁ ଠିକଣା କରିଥାଉଁ ଯେ ତାଙ୍କୁ ସଙ୍ଗରେ ନେଇ ଆମେ ଯିବୁ କାଶୀପୁର। ସେଦିନ ରାତିରେ ସେଠାରେ ରହିବାକୁ ପଡ଼ିଲା। ରାତିରେ ଲାଲୁବାବୁ ଆମକୁ ରଜାଙ୍କ ନଅରକୁ ନେଇଗଲେ। ପାଟଣା ରାଜାଙ୍କ ସଙ୍ଗେ କଥାବାର୍ତ୍ତା ହେଲୁ। ତାଙ୍କର ବୈଠକଖାନାରେ ଦେଖିଲୁ ମହାବଳ ବାଘଟାଏ ଛିଡ଼ା ହୋଇଛି। ମଲା ବାଘର ଚମଡ଼ାକୁ ସିଲାଇ କରି ତା' ଭିତରେ ମାଲମସଲା ଭର୍ତ୍ତି କରି ଏପରି ଭାବରେ ତିଆରି କରାଯାଇଛି ଯେ ଜଙ୍ଗଲରେ ଛିଡ଼ା କରାଇ ଦେଲେ ଜୀଅନ୍ତା ବାଘ ବୋଲି ଯେ କେହି ନିଶ୍ଚୟ ଭାବିବ। ଖୁବ୍ ଚମତ୍କାର ହୋଇଥାଏ ବାଘଟା। ବୋଧହୁଏ ଭାନ୍ ହ୍ୟୁସେନ ଦ୍ୱାରା କରାଯାଇଥିଲା। ବଙ୍ଗଳାକୁ ଫେରି ଳାଲୁବାବୁଙ୍କଠାରୁ ତାଙ୍କର ଶିକାର ଅଭିଜ୍ଞତା ସବୁ ପଚାରିଲୁ। ଆଗରୁ ଶୁଣିଥିଲେ ମଧ୍ୟ ଲାଲୁବାବୁଙ୍କ ନିଜ ମୁହଁରୁ ପୁଣି ଥରେ ଶୁଣିବାକୁ ଭାରି ମଜା ଲାଗେ। ସେ କହି ବସିଲେ, ତାଙ୍କ ସଦ୍ୟ ଫେରିଥିବା ଏକ ଅଭିଯାନର ବୃତ୍ତାନ୍ତ। ଲାଲୁବାବୁଙ୍କ ବଡ଼ ପୁଅ ମୋ ସାଙ୍ଗରେ ପଢ଼ୁଥିଲା-ମାଇନର କ୍ଲାସରେ। ତେଣୁ କରଂଜିଆଠାରୁ ମୋର ତାଙ୍କ ସଙ୍ଗେ ପରିଚୟ ଥାଏ। ମୋର ଅନୁରୋଧ ରକ୍ଷାକରି ସେ କହି ବସିଲେ- ପାଟଣାର ଗୋଟାଏ ଗାଁରୁ ଖବର ଆସିଲା ଯେ ବାଘ ମଣିଷ ମାରି ଘୋଷାରି ନେଇଯାଇଛି ପାହାଡ଼ ଭିତରକୁ। ଲାଲୁବାବୁ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ। ସଙ୍ଗରେ ତାଙ୍କର ସାନ ପୁଅ ମଧ୍ୟ ଗଲା। ଲାଲୁବାବୁ ତାଙ୍କର ପ୍ରିୟ ରାଇଫଲଟି ଧଇଲେ-ବୋଧହୁଏ. ବୋର ହେବ। ସେ ରାଇଫଲ ଉପରେ ତାଙ୍କର ଅଗାଧ ବିଶ୍ୱାସ। ମଟର ଗାଡ଼ିରେ କିଛି ବାଟ ଯିବା ପରେ ଗାଡ଼ି ବନ୍ଦ କରିବାକୁ ପଡ଼ିଲା। ସେଠାରୁ ସେ ଚାଲି ଚାଲି ଜଙ୍ଗଲ ପାର ହୋଇ ଗାଁରେ ପହଞ୍ଚିଲେ ଓ ସଙ୍ଗେ ସଙ୍ଗେ ଯେଉଁଠି ଲୋକଟି ମରିଥିଲା ସେଠାକୁ ଗଲେ। ସେତେବେଳକୁ ସୂର୍ଯ୍ୟ ତଳକୁ ଖସିବାକୁ ଆରମ୍ଭ କଲେଣି। ଚାରିପାଖ ପାହାଡ଼ ପର୍ବତ ଓ ଜଙ୍ଗଲ। ଯାନବାହାନର ସୋରଶବ୍ଦ ନାହିଁ କି ରାସ୍ତାଘାଟ ନାହିଁ।। କେବଳ ମଣିଷ ଚାଳିବା ଗୁଳା ଥାଏ ଜଙ୍ଗଲ ଧାରେ ଧାରେ। ବାଘ